ଲୋକେ କହନ୍ତି, ଦିନ ଥିଲା ଯେତେବେଳେ ଉଆସର କନକଦୁର୍ଗାଙ୍କୁ ଡାକିଲେ ଜବାବ ଦେଉଥିଲେ। ପାରୀକୁଦର ରାଜଧାନୀ କୃଷ୍ଣପ୍ରସାଦର ଅନେକ ପ୍ରଜା ହୁଏତ ତାଙ୍କୁ ନିଜ ଆଖିରେ ଦେଖିଥିବେ। ଯାତ୍ରା ପରବ ଦିନ ସମୟ ଦେଖି ବେଳେ ବେଳେ ସେ ବୁଲି ବାହାରନ୍ତି। 'ଲଫିଙ୍ଗ' ଗାଁଟାକୁ ବେଢ଼ାବୁଲି ସାନ ଅଅଁଳା, ବଡ଼ ଅଅଁଳା ଭିତର ଦେଇ ରାଜବାଟୀରେ ପଶିଯାନ୍ତି। ଦେହରେ କସ୍ତା ଶାଢ଼ି ଓ କପାଳରେ ବଡ଼ ସିନ୍ଦୁର ଟୋପାଟିଏ। ଚାଲିଗଲେ ରାସ୍ତାଘାଟ ସାରା ମହ ମହ ହୋଇ ବାସି ଉଠେ। ଷୋହଳ ବର୍ଷର ସାଧବାଣୀ ବୋହୂପରି ରୂପ। ପାଦ ତଳେ ପଦ୍ମଫୁଟି ସଙ୍ଗେ ସଙ୍ଗେ ଉଭାନ ହୋଇଯାଏ। ନଅର ଭିତରେ ତାଙ୍କର ଅନେକ ସମ୍ମାନ, ଖାଲି ନଅର ନୁହେ ତ, ସମଗ୍ର ପାରିକୁଦ ତାଙ୍କୁ ଭକ୍ତି କରେ। ଏଇନେ ସିନା ଆଗକାଳର ଦୀପ୍ତି ନାହିଁ କି ପୂଜାପାର୍ବଣ ନାହିଁ, ବର୍ଷ କେଇଟା ଆଗରୁ କେତେ ପୂଜା ପାଉ ନଥିଲେ! ରାଜ୍ୟ ଯିବା ଖବରଟା ସେ ବହୁ ପୂର୍ବରୁ ଜାଣିଥିଲେ। ତାହାହିଁ ଜଣାଇ ଦେବାକୁ ନିଜ ଆସନରୁ ଥରକୁ ଥର ତିନିଥର ତଳେ ଖସି ପଡ଼ିଲେ। ନାନା ପ୍ରତିକାର ଓ ସାବଧାନତା ସତ୍ତ୍ୱେ କନକ ଦୁର୍ଗାଙ୍କର ଏ ଗତି ଦେଖି ସେବକ ସବୁକଥା ଜାଣି ପାରିଥିଲେ। ନଅରବେଢ଼ା ଆଜି ହତଶ୍ରୀ ହୋଇ ପଡ଼ିଛି। ଅଗଣାପଟର ପୋଖରୀଟାର ଅବସ୍ଥା ମଧ୍ୟ ସେମିତି ଜୀର୍ଣ୍ଣଶୀର୍ଣ୍ଣ। ପଙ୍କୋଦ୍ଧାର କି ରକ୍ଷଣାବେକ୍ଷଣ କରୁଛି କିଏ? ଦେଶର ଯାହା ଅବସ୍ଥା ହେଲାଣି, ନିଜେ ଚଳିବା ମୁଷ୍କିଲ। ଜୀବନ ବଡ଼ ନାଁ ସଉକ ବଡ଼? ଅଶୋକ ପାତ୍ର ପାରିକୁଦର ସେହି ନିର୍ଜନ ପ୍ରକୋଷ୍ଠ ଭିତରେ ବସି ଆଗପଛ ଅନେକ କଥା ଭାବି ହେଉଥିଲେ। ପାରିକୁଦ ବିଷୟରେ ସବୁକଥା ଜାଣିନେବା ପାଇଁ ଇଚ୍ଛା ହେଉଥାଏ। ପ୍ରଥମେ ତାଙ୍କର ଧାରଣା ଥିଲା, ପାରିକୁଦ ଚିଲିକା ମଝିରେ ଛୋଟିଆ ଗାଁଟିଏ। ଚିଲିକାର ନୀଳତରଙ୍ଗ ଆସି ତାର ପଦଧୌତ କରେ। ନଡ଼ିଆ ଓ ଗୁଆଗଛର ପତ୍ର ଲୁଣିଆ ପବନରେ ହଲି ଦୋହଲି ଖେଳୁଥାଏ। ଲୋକଙ୍କର ଅଭାବ ନାହିଁ କି ଅସୁବିଧା ନାହିଁ। ପୁରୁଷ ସ୍ତ୍ରୀମାନେ ସର୍ବଦା ହସୁଥାନ୍ତି। କିନ୍ତୁ ସେ ଧାରଣା ଏଇନେ ବଦଳି ଯାଇଛି। ଆଜ୍ଞା ମୁଁ ଆସିପାରେଁ? ଜଣେ ଭଦ୍ରଲୋକ ଆସି ବସାମୁହଁରେ ଛିଡ଼ା ହୋଇଛନ୍ତି। ଅଶୋକପାତ୍ର ତାଙ୍କୁ ପାଛୋଟି ଆଣିବାକୁ କବାଟ ପାଖରେ ପଡ଼ିଥିବା ଚୌକିଆଡ଼କୁ ଚାଲିଲେ। ଭଦ୍ରଲୋକଙ୍କ ବୟସ ବେଶୀ ହେଲେ ତିରିଶ ଡେଇଁବ ନାହିଁ। କପାଳ ଉପରେ ତୈଲଙ୍ଗୀ ଚିତାଟିଏ। ହାବଭାବରେ ଯୁବକ ସୁଲଭ ସ୍ୱଭାବ। ବେଶ୍ ଭଦ୍ର ଓ ନମ୍ର ଜଣାପଡ଼ୁଛନ୍ତି। ଅନ୍ୟ ଯାହାକିଛି ହେଉନା କାହିଁକି, ନିର୍ବାଚନ ଡ୍ୟୁଟି ଗୁଡ଼ାଏ ଅପରିଚିତ ଭଦ୍ରବ୍ୟକ୍ତିଙ୍କ ସଙ୍ଗରେ ପରିଚିତ କରାଇ ଦେଲା। ଡ୍ୟୁଟି ନଥିଲେ ପାରିକୁଦ କିଏ ଆଉ ଅଶୋକ ପାତ୍ର କିଏ? ଅବଶ୍ୟ ବହୁପୂର୍ବରୁ କାଳିଯାଈ ଓ ପାରିକୁଦ ଦେଖିବାର ଅଭିଳାସ ଥିଲା। କିନ୍ତୁ ସେ ଅଭିଳାଷ ମନ ଭିତରେ ହିଁ ସମାଧି ନେଇଥାନ୍ତା। ଆସିବାକୁ ବେଳ ହେଲେ ତ ଆସିବ? ପୁଣି ବେଳ ହେଲେ ସୁବିଧା ସୁଯୋଗ କାହିଁ? ଅନୁମତି କଣ ଦରକାର ଥିଲା ଯେ? ଆସନ୍ତୁ! ଅଶୋକ ପ୍ରତି ନମସ୍କାର କରୁ। କରୁ ଉତ୍ତର ଦେଲେ। ମୋ ନାଁ ବୀରେନ୍ଦ୍ର କାନୁନ୍ଗୋ। ମୁଁ କୃଷ୍ଣପ୍ରସାଦର ଭେଟେନାରୀ ବିଭାଗରେ କାମ କରେ। କଟକରେ ମୋର ଘର କିନାଁ, ଏ ନିର୍ଜନ, ନିଃସଙ୍ଗ ଦ୍ୱୀପ ଭଲ ଲାଗୁନାହିଁ। ନୂଆ ଲୋକଟିଏ ଦେଖିଲେ କଥାବାର୍ତ୍ତା କରି ଘଣ୍ଟେ ଦି'ଘଣ୍ଟା କଟାଇ ଦେବାକୁ ମନ ଭିତରେ ଅହେତୁକ ଆଗ୍ରହ ଆସେ। ସେ ଆଗ୍ରହକୁ ଦମନ କରି ନ ପାରି ଆଗେଇ ଆସେଁ। କିନ୍ତୁ ଆଗରୁ କହି ରଖୁଛି; ନିର୍ବାଚନ ସଙ୍ଗେ ମୋର କିଛିହେଲେ ସମ୍ପର୍କ ନାହିଁ। ସେଥିରେ କଣ ଅଛି? ଆସନ୍ତୁ ଗପ କରିବା। ଆପଣ ସିନା କହୁଛନ୍ତି ସେଥିରେ କିଛିନାହିଁ; କିନ୍ତୁ ଆପଣଙ୍କର ନିର୍ବାଚନ ଡ୍ୟୁଟି ହେତୁ ଆମକୁ ଭୟ ଲାଗୁଛି। ଭୟର କାରଣ ଯେ? ଆପଣଙ୍କ କ୍ଷମତା! ଅଶୋକ ପାତ୍ର ଏ 'କ୍ଷମତା' କଥା ଶୁଣି ହସିବାକୁ ଲାଗିଲେ। ଅଦ୍ଭୁତ କ୍ଷମତା ଇଏ! ନିର୍ବାଚନ ଯାଏ ତାର ସ୍ଥାୟିତ୍ୱ। ତା'ପରେ ଯୋଉ କଥାକୁ ସେହି କଥା। ପୁଣି ଚିରାଚରିତ କର୍ମପନ୍ଥା-। ନୂତନତା ନାହିଁ କି ରୋମାଞ୍ଚ ନାହିଁ। ନିଜର ସ୍ଥିତି ଓ ଦାବୀ ପାଇଁ ଟଣାଓଟରା। କେତେ ଅପମାନ, କେତେ ଅସମ୍ମାନ। ବୈଚିତ୍ରହୀନ ଜୀବନ ଭିତରେ ନିର୍ବାଚନ ଡ୍ୟୁଟିଜନିତ ସାମାନ୍ୟ ପରିବର୍ତ୍ତନ ବି ଗ୍ରହଣୀୟ।